ଅତୀତରେ ପାରମ୍ପରିକ ସେ କାଳଟିରେ ବିଜ୍ଞାନ କହିଲେ ଯେତିକି ସତ୍ୟ ତଥା ଅନୁମାନକୁ ବୁଝାଉଥିଲା ସେତେବେଳେ ତାହାରି ଅନୁସାରେ ସାମୂହିକ ମୀମାଂସକ ଅର୍ଥାତ୍ ଆଦର୍ଶମାନଙ୍କର ନିର୍ଣ୍ଣୟ ହେଉଥିଲା। ଏବେ ଏକାଳଟିରେ ବିଜ୍ଞାନ କହିଲେ ପରିବ୍ୟାପ୍ତ ଅର୍ଥରେ ଯେତେ ଯାହାକୁ ବୁଝାଇଲାଣି, ଏବର ଆଦର୍ଶଟା ତାହାରି ଅନୁସାରେ ହେବ। ନହେଲେ କନ୍ଦଳ ଲାଗି ରହିଥିବ ଏବଂ ଯାହାସବୁ ଆମ ଆଖିଆଗରେ ଘଟୁଛି ଆମ ପୁରୁଣା ମାନଙ୍କୁ ତାହା ଅରାଜକତା ପରି ହିଁ ଲାଗୁଥିବ। ଗଣତନ୍ତ୍ର ଦ୍ଵାରା ହିଁ ଯଥାର୍ଥ ଆଧ୍ୟାତ୍ମର ଅନୁକୂଳତମ ଭୂମିଟି ଉପଲବ୍ଧ ହୋଇପାରିବ। ଏବର ସମଗ୍ର ପୃଥିବୀରେ ଜନସମୂହ, ଏବର ରାଷ୍ଟ୍ରମାନେ ନୁହନ୍ତି ଯେଉଁ ତନ୍ତ୍ରର ପ୍ରତିଷ୍ଠା ଲାଗି ପିପାସିତ ହୋଇ ରହିଛନ୍ତି ଏବଂ କ୍ରମେ ବିକ୍ଷୁବ୍ଧ ହୋଇ ଉଠିଲେଣି ତାହା ହେଉଛି ଗଣତନ୍ତ୍ର। ରାଜତନ୍ତ୍ର, କର୍ତ୍ତୃତ୍ଵ ଦ୍ଵାରା ପ୍ରବଳମାନଙ୍କର ଶାସନ ଏସବୁ କ୍ରମେ ଭୁଶୁଡ଼ି ପଡ଼ିବେ। ମଣିଷ ଆଗକୁ ଆଗକୁ ଯାଇ ମସ୍ତିଷ୍କକୁ ନୁହେଁ, ହୃଦୟକୁ ହିଁ ଅଧିକରୁ ଅଧିକ ଅନୁରାଗ ସହିତ ଲୋଡ଼ିବ। ବିଜ୍ଞାନ ତାର ଅନୁରାଗରେ ଗୋଡ଼ହାତ ଖଞ୍ଜିଦେବ, ଡ଼େଣା ଲଗାଇଦେବ। ରାଜତନ୍ତ୍ର ପ୍ରଭୁତ୍ୱରେ ଆସ୍ଥା ରହିଥିବା ଯେକୌଣସି ତନ୍ତ୍ର ଆମ ଆଦର୍ଶମାନଙ୍କୁ ବୋମା ଯାଏ ଆଣି ଆମ ସମସ୍ତଙ୍କୁ ବୋକା ବନାଇ ରଖିଛି, ଆମକୁ ବଡ଼ ସ୍ଥାନୀୟ ଏବଂ ଉଗ୍ର କରି ପକାଉଛି। ମହାକାଳ ଏଇଟିକୁ ବି ପାରି ହୋଇଯିବ। ମାତ୍ର ସେଥିପାଇଁ ଏକାବେଳେଳେ ଅନ୍ୟ ଆଦର୍ଶମାନେ କାମରେ ଲାଗିବେ, ଅନ୍ୟ ଏକ ହୃଦୟର ଉଦ୍ବୋଧନ ଦେବେ। ସରକାର ଓ ସାହିତ୍ୟ ଗତ ପଚାଶଟା ବର୍ଷ ଭିତରେ ସରକାର ଏତେ ଆଳରେ ସାହିତ୍ୟ ଭିତରକୁ ପଶି ଆସିଲେଣି ଏବଂ ଆମ ସାହିତ୍ୟ ଏକାଡ଼େମୀର ପିଣ୍ଡିଟା ଉପରେ ପ୍ରାୟ ଗୋଟାସୁଦ୍ଧା ରଜା ହୋଇ ବସିଲେଣି ଯେ ସତେଅବା ଅଭ୍ୟାସରେ ପଡ଼ି ସରକାରଙ୍କ ବ୍ୟତୀତ ଆଉ ସାହିତ୍ୟ ବିଷୟରେ କୌଣସି ଚିନ୍ତା କରି ହେଉନାହିଁ। ବେକରେ ମାଳୀ ନଥିଲେ ଯେପରି ବେକଟା ଲଙ୍ଗଳା ଲାଗେ, ସରକାରଙ୍କ ପିଣ୍ଡାରେ ବହେ ଓଲ୍ ଦୋଲ୍ ନହୋଇ ପାରିଲେ ବହୁତ ସାହିତ୍ୟବାଲା ହୁଏତ ଏବେ ଆପଣାକୁ ମୋଟେ ସଧବା ବୋଲି ଭାବି ପାରୁନାହାନ୍ତି। କହ୍ନେଇଙ୍କ ବାଡ଼ିରେ କେତେବେଳେ ଦନେଇ ଚୋର ହୋଇ ଛପି ଛପି ପଶି ଯାଉଛନ୍ତି ଏବଂ ପୁଣି କେତେବେଳେ ଦନେଇଙ୍କ ବାଡ଼ିରେ କହ୍ନେଇ ଆସି ବି କର୍ତ୍ତା ହୋଇ ବସୁଛନ୍ତି। ସରକାର ସାହିତ୍ୟକୁ ଧରି ଦଣ୍ଡନାଟରେ ବାହାରିବାର କାହାଣୀଟି ଆଦୌ ବେଶୀଦିନର ନୁହେଁ। ରାଜ୍ୟରେ ପ୍ରଥମ ନିର୍ବାଚନ ପରେ ଗଠିତ ସରକାରର ଯିଏ ପାଟମନ୍ତ୍ରୀ ହୋଇ ଆସିଲେ, ଆମ ସମସ୍ତଙ୍କର ସୌଭାଗ୍ୟ ଅଥବା ଦୁର୍ଭାଗ୍ୟ ଯେଉଁ କାରଣରୁ ହେଉ ପଛକେ ସିଏ ସ୍ୱୟଂ ସାହିତ୍ୟିକ ଥିଲେ। ଶାସନର ସର୍ବୋଚ୍ଚ ପଦରେ ବସି ସିଏ ତାଙ୍କର ସାହିତ୍ୟପ୍ରୀତିକୁ ମଧ୍ୟ ଦରବାରୀ ରୂପ ଦେଇପାରିବେ ବୋଲି ବୁଝିଲେ ଓ ନିଜ ହତା ଭିତରେ ବର୍ଷକୁ ଥରେ ଏକ ସାହିତ୍ୟିକ ନହବତ ବି ବସାଇଲେ। ଉଦ୍ୟମଟି ଭୀଷଣ ଭାବରେ ଆଦୃତ ହେଲା ଓ କ୍ରମେ ଆମ ରାଜ୍ୟରେ ଠାକୁରଙ୍କର ଚନ୍ଦନଯାତ ପରି ସାହିତ୍ୟ ପାଇଁ ବିଶେଷ ଅବସରଟିଏ ହୋଇ ରହିଲା। ଏବେ ତ ତାହା ନିଦାଘ ମିଳନ ରୂପେ ସାନ ବଡ଼ ସତୁରି କି ଶହେ ସତୁରି ଜାଗାରେ ପାଳିତ ହୋଇଲାଣି। ସେତେବେଳେ ରାଜ୍ୟରେ ଏକାଡ଼େମୀ ଫେକାଡ଼େମୀ ଆଦୌ କିଛି ନଥିଲା। ଏକାଡ଼େମୀ ଆଗ ଦିଲ୍ଲୀ ସ୍ତରରେ ତିଆରି ହେଲା। ପଣ୍ଡିତ ଜବାହରଲାଲ୍ ଯେତେ ଯେଉଁଠି ଯାହାକିଛି ହୋଇଥିଲେ ମଧ୍ୟ ଲେଖିବାର ରୋଗଟିକୁ କେବେହେଲେ ଛାଡ଼ି ପାରିନାହାନ୍ତି। ନିଜର ପ୍ରଧାନତମ ଲେଖାଗୁଡ଼ିକୁ ସେ ବନ୍ଦୀଶାଳାରେ ବନ୍ଦୀ ହୋଇ ରହିଥିବା ସମୟରେ ଲେଖିଛନ୍ତି। ତେଣୁ ଏହି ଦେଶର ପ୍ରଧାନମନ୍ତ୍ରୀ ପଦରେ ବସିବା ପରେ ସିଏ ସାହିତ୍ୟକୁ ଅବଶ୍ୟ ମନ ରଖିଥାନ୍ତି। କହିବା ବାହୁଲ୍ୟ, ତାଙ୍କରି ମନ୍ତ୍ରଣାରେ ଦିଲ୍ଲୀରେ -